'' ''ତା ହେଲେ ସେ ଚିଠି ଆପଣ ହିଁ ଲେଖିଥିଲେ? ''ହଁ। '' ''ତଳେ ନାମ ଦସ୍ତଖତ କରି ନ ଥିଲେ କାହିଁକି? '' ''ଏଠାରେ ଆମକୁ ବଡ଼ ସାବଧାନତାର ସହିତ ଚଳିବାକୁ ହୁଏ। କେତେବେଳେ କିପରି ଭାବରେ ଯେ ପୈତୃକ ପ୍ରାଣଟା ବାହାରିଯିବ, ତାହା କୁହାଯାଇ ନ ପାରେ। ଆପଣଙ୍କୁ ମୁଁ ବିଶ୍ୱାସ କରିପାରିବି ତ? '' ''ତା ଅର୍ଥ କଅଣ? '' ''ଯେଉଁ କଥା କହିବା ପାଇଁ ଆପଣଙ୍କୁ ଏଠାକୁ ଡକାଇ ଏତେ କଷ୍ଟ ଦେଲି, ତାର ଫଳାଫଳ ଯାହା ହେଉ ନା କାହିଁକି, ଆମ ଦୁଇ ଜଣଙ୍କ ବ୍ୟତୀତ ତୃତୀୟ ବ୍ୟକ୍ତି ତାର ଆଉ କିଛି ସନ୍ଧାନ ପାଇବ ନାହିଁ–ଏପରି ଶପଥ ଆପଣଙ୍କୁ କରିବାକୁ ପଡ଼ିବ। '' ଗଲା ରାତିରେ ବୈଠକରେ ମରିସ୍ କ୍ଳବ ବିରୁଦ୍ଧରେ ଯେଉଁସବୁ କଥା କହିଥିଲେ, ସେ ସମସ୍ତ ମ୍ୟାକ୍ମାର୍ଡ଼ୋର ମନରେ ଖେଳିଗଲା। ସେ ଉତ୍ତର ଦେଲା- ''ଆପଣ କଅଣ କ୍ଳବ ବିରୁଦ୍ଧରେ କୌଣସି କଥାରେ ମୋର ସାହାଯ୍ୟ ଚାହାନ୍ତି? ତା ହେଲେ ମୁଁ ପ୍ରଥମରୁ କହିଦେଉଛି, ଆପଣଙ୍କ ମନର କଥା ମୋ ଆଗରେ କହି କିଛି ଲାଭ ନାହିଁ। ଆମେ ଦୁହେଁ ଯେ ଯାହାର ବାଟରେ ବର୍ତ୍ତମାନ ଚାଲିଯିବା ଉଚିତ। ମୁଁ କଅଣ ଆପଣଙ୍କ ପାଖରୁ ମନୁଷ୍ୟ ହିସାବରେ ଏତିକି ମଧ୍ୟ ଆଶା କରିପାରିବି ନାହିଁ। '' ''ସେ ଆଶା କରନ୍ତୁ; ଏଥିପାଇଁ ମୁଁ ଆପଣଙ୍କୁ ଏଥା ଦେଉଅଛି। '' ''ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ଆପଣ ଏଠାକୁ ନୂଆ ଆସିଛନ୍ତି ତ–ଆପଣ ଆଉ ଏ ଜଘନ୍ୟ ପାପରେ ବୁଡ଼ି ନିଜକୁ ହରାଇ ଦିଅନ୍ତୁ ନାହିଁ। ଏବେ ବି ସମୟ ଅଛି, ଦୁଇ ଦିନ ପରେ ଆଉ ଏ ସୁଯୋଗ ମିଳିବ ନାହିଁ। ମୁଁ ମଧ୍ୟ ଆପଣଙ୍କ ପରି ଏ ଦଳକୁ ଯେତେବେଳେ ପ୍ରଥମେ ଆସିଲି, ସେତେବେଳେର କଥା ମୋର ମନେ ପଡ଼ୁଅଛି। ଫିଲାଡେଲଫିଆ କ୍ଳବର ମୁଁ ସଭ୍ୟ ଥିଲି। ତେଣୁ ମୁଁ ଭାବୁଥିଲି, ଏହି ଯମଦୂତ ଦଳରେ ମୁଁ ବେଶ୍ ଭଲ ସ୍ଥାନ ଅଧିକାର କରି ବସିବି। ଆପଣ ତ ମୋ ହାତର ଏହି ଅଭିଶପ୍ତ ଦାଗରୁ ବୁଝିପାରୁଥିବେ ଯେ, ମୁଁ ଆଜି ଏହି ଜଘନ୍ୟ ନରହନ୍ତାଙ୍କ ମଧ୍ୟରୁ ଜଣେ। ମୋ ଅନ୍ତରର ଆତ୍ମା ଅହରହ ମୋ ବିରୋଧରେ ଚିତ୍କାର କରି ଉଠୁଛି। ମାତ୍ର ବର୍ତ୍ତମାନ ମୁଁ ନିରୂପାୟ। ମୁଁ ଯଦି କ୍ଳବ୍ ଛାଡ଼ି ଚାଲିଯାଏ, ତାହାହେଲେ ସମଗ୍ର ପୃଥିବୀପୃଷ୍ଠରେ ଯେଉଁ ସ୍ଥାନରେ ରହେ ନା କାହଁକି, ମ୍ୟାକ୍ଜିଣ୍ଟିର ଆକ୍ରୋଶ ମୋତେ ଧରି ଏଠାକୁ ଟାଣିଆଣିବ। ସେଥିପାଇଁ ମୋର ଭାବନା ନାହିଁ। ମୋର ଭାବନା–ମୋ ସ୍ତ୍ରୀ ଓ ଛୋଟଛୋଟ ପୁଅ ଝିଅଙ୍କ ପାଇଁ। ଏ ଦଳ ସେମାନଙ୍କୁ ମଧ୍ୟ ବାଦ୍ ଦେବେ ନାହିଁ। ସେମାନଙ୍କ ଦୁର୍ଦ୍ଦଶା କଳ୍ପନା କରି ମୋ ଅନ୍ତର ଥରିଉଠୁଛି। ଅଥଚ ଯେତିକି ଦିନ କଟୁଛି, ମୁଁ ସେତେ ବେଶୀ ଏମାନଙ୍କ ଜଘନ୍ୟ ପାପର ଷୋଳ ଅଣା ଅଂଶୀଦାର ହୋଇଉଠୁଅଛି। ଏ ଯେ କି ଭୟଙ୍କର ଅବସ୍ଥା, ଭୁକ୍ତଭୋଗୀ ନ ହେଲେ ତାହା କେହି ବୁଝିପାରିବ ନାହିଁ। ଏହି ଚିନ୍ତାରେ ରାତିରେ ମୋତେ ନିଦ ହେଉ ନାହିଁ। ସେହି କାରଣରୁ ମୁଁ ଆଜି ଆପଣଙ୍କୁ ସାବଧାନ କରାଇଦେଉଅଛି। ଆପଣ ନବାଗତ, ବର୍ତ୍ତମାନ ବି ଆପଣଙ୍କର ସମୟ ଅଛି। ପଛରେ ମୋ ପରି ଆପଣ ଅନୁତାପ-ଅନଳରେ ଯେପରି ଦଗ୍ଧ ନ ହୁଅନ୍ତି। '' ମ୍ୟାକ୍ମାର୍ଡ଼ୋ ସ୍ଥିର ଭାବରେ ମରିସ୍ର କଥା ଶୁଣୁଥିଲା। କଥା ଶେଷ